ଏହି ସଂସାର ଯେଉଁମାନଙ୍କୁ ଭଲ ନଲାଗେ କାଳେ କାଳେ ସେହିମାନେ ହିଁ ବହୁ ବୃହତ୍ କଳ୍ପନା ଦେଇ ଅବିକଳ କବିମାନଙ୍କ ଭଳି ସ୍ୱର୍ଗର ନକ୍ସାଗୁଡ଼ିକୁ ତିଆରି କରିଛନ୍ତି। ସ୍ୱର୍ଗରେ ଦେବତାମାନେ ବାସ କରନ୍ତି। ଠାକୁରମାନଙ୍କର ମୂଳ ମୁକାମଗୁଡ଼ିକ ମଧ୍ୟ ସେଇ ସ୍ଵର୍ଗରେ। ଏଠାରେ ଏହି ପୃଥିବୀରେ ସବୁ ମାୟା, ସବୁ ମାତ୍ର ଦୁଇଟା ଦିନର। ସଂସାରରେ ତପସ୍ୟା କଲେ କାଳେ ମନ ଚଗଲା ହେବ ଏବଂ ତେଣୁ ଏଠାରୁ ମୁକ୍ତି ପାଇବା ବିଳମ୍ବିତ ହୋଇଯିବ, ଆଉ କଣ ସେହିପରି ଏକ କାରଣରୁ ମୁନିମାନେ ଓ ତପସ୍ୱୀମାନେ ଘରଛାଡ଼ି ସଂସାର ଛାଡ଼ି ତେଣେ ପଳାଇ ଯାଆନ୍ତି କି? ସ୍ଵର୍ଗର ଆଶାରେ ଜଙ୍ଗଲକୁ ଚାଲି ଯାଇଥିବା ତପଃବୀରମାନେ ସତକୁ ସତ ସ୍ୱର୍ଗ ଯାଏ ପହଞ୍ଚିପାରିଲେ କି ନାହିଁ ସେ କଥା ଦୃଢ଼ ଭାବରେ କଦାପି କହିପାରିବେ ନାହିଁ। ତଥାପି ପୃଥିବୀବାସୀଙ୍କ ନିମନ୍ତେ ସେମାନେ ଗୋଟିଏ ଗୋଟିଏ କାହାଣୀ ହୋଇ ରହିଗଲେ। ଏବଂ ଆମେ ସଂସାରୀମାନେ ଯୁଗ ଯୁଗ ଧରି ସେମାନଙ୍କଠାରୁ ପ୍ରେରଣା ପାଇଆସୁଛୁ। ଏବେ ତପସ୍ୟା ରହିଛି, ତେଣୁ ତପସ୍ୱୀମାନେ ମଧ୍ୟ ରହିଛନ୍ତି। ମାତ୍ର ମନୁଷ୍ୟର ମନ ଭିତରେ ସ୍ଵର୍ଗର ଧାରଣାଟି ବଦଳି ଯାଇଛି। ଏହି ପୃଥିବୀ ଉପରେ ହିଁ ସ୍ଵର୍ଗ ସମ୍ଭବ କରାଯାଇପାରିବ। ଏହି ଅନ୍ୟ ବିଚାରଟି ମଣିଷମାନଙ୍କୁ ଆସି ସଚଳ କରିବା ପରେ ପୃଥିବୀଟା କେଡ଼େ ବେଗରେ ବଦଳି ବଦଳି ଯାଇଛି। ଆମର ଏହି ପୃଥିବୀରେ ତପସ୍ୟାର ଇତିହାସ ହେଉଛି ପୃଥିବୀକୁ ବଦଳାଇବାର ଇତିହାସ। ମନୁଷ୍ୟମାନେ ତପସ୍ୟା ଦ୍ୱାରା ପୃଥିବୀରେ ସୁଖର ବୃଦ୍ଧିସାଧନ କରିଛନ୍ତି, ଦୂରତାଗୁଡ଼ିକୁ ଜୟ କରିଛନ୍ତି, ଅଜ୍ଞାନ ଓ ଅନ୍ଧାରଗୁଡ଼ିକୁ ଉଣା କରି ଆଣିଛନ୍ତି। ଆମେ ମନ କଲେ ପୃଥିବୀର ଇତିହାସକୁ ମୂଳତଃ ଏକ ତପସ୍ୟାର ଇତିହାସ ରୂପେ ଦେଖିପାରିବା। ଅବଶ୍ୟ ଏକଥା ସତ ଯେ ଏଠି ପ୍ରଧାନତଃ ଭୋଗ ଓ ସୁଖ ଇଚ୍ଛା କରୁଥିବା ଲୋକେ କଦାପି ତାହା କରିପାରିବେ ନାହିଁ। ଏହି ଲୋକମାନେ ଅର୍ଥାତ୍ ସୁଖକୁ ହିଁ ଆହାର କରିବା ଲାଗି ପୃଥିବୀରେ କେଡ଼େ କୋଳାହଳ କରୁଥିବା ମନୁଷ୍ୟମାନେ ଅନ୍ୟମାନଙ୍କର ତପସ୍ୟାରେ ଯଥାସମ୍ଭବ ଅଧିକ ପରିମାଣରେ ଲାଭବାନ ହେଉଥିବେ ସତ, ମାତ୍ର ତପସ୍ୟାକୁ ଖୁବ୍ ବେଶୀ ମନ କରିବେ ନାହିଁ। ସେମାନେ ଭୋଗକୁ ହିଁ ସଫଳତା ବୋଲି କହୁଥିବେ। ପୃଥିବୀରେ ଆମର ଏହି ଆଧୁନିକ ଯୁଗରେ ଆରାମ ଏବଂ ଐଶ୍ୱର୍ଯ୍ୟର ପ୍ରାୟ ଯାବତୀୟ ଆୟୋଜନ ପଛରେ ଯେ ତପସ୍ୟାର ହିଁ ସର୍ବମୂଳ ଅବଦାନଟିଏ ରହିଛି, ସେ କଥାଟିକୁ ସେମାନେ କଦାପି ବୁଝିପାରିବେ ନାହିଁ। ଆଗେ ପୃଥିବୀରେ ମଣିଷମାନଙ୍କର ବଳ ଅତି ସୀମାବଦ୍ଧ ହୋଇ ରହିଥିଲା। ମଣିଷର ଅନ୍ଦାଜଗୁଡ଼ିକ ବଡ଼ ସ୍ଥାନୀୟ ଥିଲା, ଅତ୍ୟନ୍ତ ପରିମିତ ହୋଇ ରହିଥିଲା। ଏବଂ ତପସ୍ୟା ବଳରେ ହିଁ ସେହି ଅଳ୍ପତା ଏବଂ ସ୍ଥାନୀୟତାଗୁଡ଼ିକ ଉପରେ ବିଜୟଲାଭ ସମ୍ଭବ ହେଲା, ମଣିଷର ଅନ୍ଦାଜ ବୃଦ୍ଧି ପାଇଲା, ପ୍ରସାରିତ ହେଲା। ତପସ୍ୟାର ବଳରେ ଆମେ ପୃଥିବୀକୁ ସ୍ୱର୍ଗରେ ପରିଣତ କରିପାରିବା ବୋଲି ବିଶ୍ୱାସଟି ମଧ୍ୟ ଆମ ବିଶ୍ୱାସର ଧରଣୀଟି ଭିତରେ ପ୍ରବେଶ କଲା। ଆମ ଉଦ୍ୟମଗୁଡ଼ିକର ପରିଧି ବଦଳିଲା, ପୃଥିବୀରେ ଭୟଗୁଡ଼ାକର ହ୍ରାସ ଘଟିଲା। ଜ୍ଞାନର ତପସ୍ୟା, ବିଜ୍ଞାନର ତପସ୍ୟ ଏବଂ କର୍ମର ତପସ୍ୟା, ବହୁ ଆରୋହଣ ତଥା ଅଗ୍ରଗତିର ତପସ୍ୟା। ତପସ୍ୱୀମାନେ ହିଁ ଏହି ପୃଥିବୀକୁ ଆଲୋକିତ ତଥା ସମର୍ଥ କରିବାର ସକଳ କ୍ଷେତ୍ରରେ ଅଗ୍ରଗାମୀ ଓ ପୁରୋଗାମୀ ରୂପେ କାର୍ଯ୍ୟ କରିଛନ୍ତି ଏବଂ ଆମ ସମ୍ଭାବନାର ଦିଗ୍ବଳୟଗୁଡ଼ିକୁ ପ୍ରସାରିତ କରି ଦେଇଛନ୍ତି। ସ୍ଥାନୀୟ ମଣିଷ ଏବଂ ତାତ୍କାଳିକ ମଣିଷ ନିଜର ସାନ ସ୍ଥାନ ଓ ସାନ କାଳଟି ମଧ୍ୟରେ ଏପରି କିଳି ହୋଇ ରହି ଯାଉଥିଲା ଯେ ଖାଲି ନିଜଟିକୁ ହିଁ ସିଏ ସତ୍ୟ ବୋଲି ଜାଣୁଥିଲା ଭାରି ନିବୁଜ ଭାବରେ ଅହଂକାରୀ ହୋଇ